ପୁଅ ହାତକୁ ଦୁଇହାତ ହେବ। ପିଲାଝିଲା ଧରି ଘର ସଂସାର କରିବ। ଜମି ଜମା କିଣା ହେବ—ଏମିତି କେତେ କ'ଣ? ସହରରେ ବାସ ବିରୁଦ୍ଧରେ ଈର୍ଷା ପରାୟଣ ଦୋକାନୀ ଓ ସେହି ମିଷ୍ଟାନ ଭଣ୍ତାରର ସହକର୍ମୀମାନେ ମନ୍ତ୍ରଣା ଆରମ୍ଭ କଲେ। ବାସର କ୍ଷତି କରିବାର ଚିନ୍ତାରେ ସେମାନେ ଅହରହ କାଳକ୍ଷେପଣ କଲେ। କ୍ଷତି ସାଧନର ବିଭିନ୍ନ ଯୋଜନାରେ ସେମାନେ ମନୋନିବେଶ କଲେ। ମା ଦୁର୍ଗାଙ୍କର କଲ୍ୟାଣରୁ ଓ ଦୁଃଖିନୀ ଜନନୀଙ୍କର ଶୁଭେଚ୍ଛାରୁ ବାସ ପ୍ରତ୍ୟେକ ଅଗ୍ନି ପରୀକ୍ଷାରୁ ନିଜକୁ ଉର୍ତ୍ତୀଣ୍ଣ କଲା। ଦୋକାନରୁ ଲୁଚାଇ ଖାଇବା, ଗରାଖମାନଙ୍କଠାରେ ପଇସା ସଂଗ୍ରହ କରି ଲୁଚାଇ ରଖିବା, ଲୋକମାନଙ୍କୁ ବେଖାତିର କରିବା ଆଦି ପ୍ରତିଟି ଅଭିଯୋଗକୁ ଦୋକାନର ମାଲିକ ଅଯଥା କଥା କହି ସିନା ଉଡ଼ାଇ ଦେଲେ, ତାଙ୍କ ମନରେ ବାସ ପ୍ରତି ସନ୍ଦେହ ବୀଜ ବପନ କଲା। ବାସ ଭବିଷ୍ୟତ ଅନ୍ଧକାର ଜାଣି ନିଜ ମାଲିକଙ୍କୁ କହି ସ୍ୱଗୃହ ପ୍ରତ୍ୟାବର୍ତ୍ତନର ଇଚ୍ଛା ପ୍ରକାଶ କଲା। ମାତ୍ର ତାର ପ୍ରଭୁ ତାକୁ ବହୁ ପ୍ରକାର ପ୍ରବୋଧନା ବାଣୀ ଶୁଣାଇ ରଖିଲେ। ମାଲିକ ଓ ତାଙ୍କର ପରିବାରର ସମସ୍ତେ ଅସୁସ୍ଥ ହୋଇ ପଡ଼ିଲେ। ବାସ ଉପରେ ଦୋକାନର ସମସ୍ତ ଭାର ଅର୍ପିତ ହେଲା। ସେଦିନ ଭୀଷଣ ବର୍ଷା। ସଡ଼କରେ ଏତେ ପାଣି, ବାହାରେ ଏତେ ଥଣ୍ତା ପବନ, ମେଘ ଘଡ଼ଘଡ଼ି ଚଡ଼ଚଡ଼ି ହେଲା ଯେ, ବିଚରା ବାସ, ଟଙ୍କାତକ ଏକୁଟିଆ ନେଇ ମାଲିକଙ୍କ ଘରକୁ ଯିବାକୁ ସାହସ କଲାନାହିଁ। ଜଣ ଜଣ କରି ସାଥୀଭାଇଙ୍କୁ ବହୁତ ନେହୁରା ହେଲା, ହେଲେ କହି ଶୁଣିଲେ ନାହିଁ। ବାସ ଟଙ୍କାତକ ଧରି ସେମିତି ରାତିଟି ଉଜାଗରରେ କଟାଇ ଦେବାକୁ ପଣ କଲା; ରାତିଟା ସାରା ଜାଗ୍ରତ ହୋଇ ଆଖି ବୁଜି ହେଇ ଯାଉଚି କି ନାହିଁ, ତା ଆଖିକୁ ବାନ୍ଧି ପକାଇ କିଏସେ ଟଙ୍କାତକ ହରଣଚାଲ କରି ପଳାୟନ କଲା। ବାସ ଛାତି ଦପ ଦପ ହୋଇ ଉଠିଲା ପଡ଼ିଲା। ଭୟରେ ଦେହରୁ ଶ୍ରମଝାଳ ବୋହିଗଲା। ପାହାନ୍ତିଆ ବେଳକୁ ମେଘର ଶକ୍ତି ସିନା କମି ଯାଇଥିଲା ମାତ୍ର ସମ୍ପୂର୍ଣ୍ଣ କମି ଯାଇ ନ ଥିଲା। ଶାୟିତା। ଶିଶୁ ସନ୍ତାନର ହାତଟିକୁ ସ୍ୱାମୀଙ୍କ ହାତରେ ଧରାଇ ଦେଇ ସେ କରିଥିଲେ କରୁଣ ନିବେଦିନ। "ପୁଅଟି କଥା ବୁଝିବ। ସେ ଯେପରି ଅନାଦୃତ ନ ହୁଏ। ମୁଁ ଜାଣେ ଯୁବକ ତୁମେ, ପୁଣି ଘର ସଂସାର କରିବ। ମୋ ସ୍ଥାନରେ ଅନ୍ୟ କେହି ଏହି ଘରର ଲକ୍ଷ୍ମୀ ହୋଇ ଆସିବି। ଆସୁ, ମୁଁ ବିଭୁ ପଦାରବିନ୍ଦରେ ପ୍ରାର୍ଥନା କରୁଚି ସେ ତୁମର ଭାବୀ ଦାମ୍ପତ୍ୟ ଜୀବନ ସୁଖମୟ କରନ୍ତୁ। କିନ୍ତୁ ମୋ ପିଲା ଯେପରି ନ ଭାବେ ଯେ, ତାର ଜନନୀ ମୃତା। ସେ ଅବହେଳିତ। ବେଶ୍ ଏତିକି। " ସତୀ ସାଧ୍ୱୀ ନାରୀ 'ନାରାୟଣ', 'ନାରାୟଣ' ଉଚ୍ଚାରଣ କରି ଆଖି ବୁଜିଲେ। ସେ ଚାଲିଗଲେ କାଚ ସିନ୍ଦୂର ଲଗାଇ ଜୟ ଢକ୍କା ବଜାଇ। ମାତ୍ର ଛାଡ଼ିଗଲେ ସ୍ୱାମୀଙ୍କୁ ଏଇ ସଂସାରର ହଳାହଳ ଭକ୍ଷଣ କରିବାକୁ। ସ୍ତ୍ରୀ ବିୟୋଗର ସାମ୍ବତ୍ସରିକ ପାଳିତ ହେବା ପୂର୍ବରୁ ନୂତନ ପତ୍ନୀ ଗ୍ରହଣରେ ପ୍ରସ୍ତାବ ଗୋଟାକ ପରେ ଗୋଟାଏ ଠୁଳ ହେଲା, ମାତ୍ର ପାରି ନ ଥିଲେ ସେ ଅନ୍ୟ ପତ୍ନୀ ଗ୍ରହଣ କରି। ନିଜର ପତ୍ନୀଙ୍କ ଫଟୋ ନିକଟରେ ଛିଡ଼ା ହୋଇଗଲେ ତାଙ୍କ ପ୍ରିୟତମାଙ୍କର ପ୍ରତ୍ୟେକ ସଦ୍ଗୁଣ ଗୋଟି ଗୋଟି କରି ତାଙ୍କ ଆଖି ଆଗରେ ନାଚିଉଠେ। ସେହି ପ୍ରେମର ପଟାନ୍ତର ନାହିଁ। ହୃଦୟ ଜଣଙ୍କୁ ଦିଆ ଯାଇପାରେ। ବହୁତଙ୍କୁ ନୁହେଁ। ଏହା ପଣ୍ୟ ସାମଗ୍ରୀ ନୁହେଁ। ପ୍ରେମଠାରୁ ମୂଲ୍ୟବାନ ବସ୍ତୁ ଆଉ ନାହିଁ। ଏହା ମରକତ ମଣିଠାରୁ ମୂଲ୍ୟବାନ୍ ଓ ମୁକ୍ତାଠାରୁ ମଧ୍ୟ ମହାର୍ଘ। ପ୍ରେମ ବିନିମୟର ବସ୍ତୁ ହୋଇ ନ ପାରେ। ପୁଅ ମୁହଁକୁ ଚାହିଁ ସେ ରହିଗଲେ। ନିଜ ହାତରେ ପୁଅର ଗୁହ ମୂତ ସଫା କରିଚନ୍ତି। ରୋଗ ହେଲେ ଦିନ ରାତି ଉନ୍ନିଦ୍ର ରଜନୀ ଯାପନ କରିଚନ୍ତି। ଯାନି ଯାତ୍ରାକୁ ବନ୍ଧୁମାନେ ଯାଆନ୍ତି। ଯିବାକୁ ଆହ୍ୱାନ କରନ୍ତି। ମାତ୍ର ପୁଅଟିକୁ ବନ୍ଧୁମାନେ ଯାଆନ୍ତି। ଯିବାକୁ ଆହ୍ୱାନ କରନ୍ତି। ମାତ୍ର ପୁଅଟିକୁ ଛାଡ଼ି ସେ ଅନ୍ୟତ୍ର ଯାଆନ୍ତି ନାହିଁ। ପୋଇଲୀ, ପରିବାରୀଙ୍କ ହାତରେ ପୁଅର ତତ୍ତ୍ୱ ଛାଡ଼ି ଦିଆଯାଇ ନ ପାରେ। ମୂଲ୍ୟ ଦେଇ କହି କେବେ ସେବା, ପ୍ରୀତି, ସ୍ନେହ ଆଦି କ୍ରୟକରି ପାରେନା। ସେଦିନ ଅତି ପ୍ରିୟ ବନ୍ଧୁ କହି ଦେଇଥିଲା ମୁହେଁ ମୁହେଁ—ଅତି ସର୍ବତ୍ର ଗର୍ହିତଂ।